ଆନନ୍ଦ ଆସୁଥାଏ। ହରିଣଟିର ବେକର ଧଳା ଦାଗ ମୋତେ ପରିଷ୍କାର ଦେଖାଗଲାଣି। ଜନ୍ତୁଟି ଧୀର ହୋଇ ଛିଡ଼ା ହୋଇଛି। ତେଣୁ ଲାଖ କରିବାକୁ ମୋତେ ମୋଟେ ଅସୁବିଧା ହେଲାନି। କେଡ଼େ ସୁନ୍ଦର ସେ ଦିଶୁଥାଏ। ସେଭଳି ପରିବେଶରେ ଜନ୍ତୁଟିଏ ଦେଖିଲେ ସତରେ ମନ ଖୁବ୍ ଆନନ୍ଦ ହୁଏ। କିନ୍ତୁ ମୋତେ ତାକୁ ମାରିବାକୁ ହେବ। ମୁଁ ମୋର ରାଇଫଲ ଉଠାଇ ଗୋଟାଏ ଗୁଳି ତା' ବେକର ସେ ଧଳା ଜାଗାକୁ ଲାଛି ଦେଲି। ବିଚରା ହରିଣଟି ସେଇଠି ଠକ୍କିନା ଟଳି ପଡ଼ିଲା-ପାଦେବି ଆଗେଇ ପାରିଲା ନାହିଁ। ମୁହୂର୍ତ୍ତକ ଆଗରୁ ଯେ ମୁଣ୍ଡ ଟେକି ଜଙ୍ଗଲଟା ତା'ର ବୋଲି ଦୁନିଆକୁ ଜଣାଇଦେବାପାଇଁ ଅନାଇ ରହିଥିଲା-ତା'ର ପ୍ରାଣବାୟୁ ଠକ୍କିନା ଛାଡ଼ିଗଲା। ଜଙ୍ଗଲ କିନ୍ତୁ ଯେପରି ଥିଲା ସେଇପରି ରହିଗଲା। ହାକାଳି-ଯେଉଁ ଲୋକମାନେ ବିପରୀତ ଦିଗରୁ ଜନ୍ତୁମାନଙ୍କୁ ଶିକାରୀମାନଙ୍କ ଆଡ଼କୁ ଆସ୍ତେ ଆସ୍ତେ ଅଡ଼େଇ ଆଣନ୍ତି। ଅନ୍ୟମାନେ କିଛି ମାରି ନ ପାରି ମୁଁ ଗୋଟାଏ ଶିଙ୍ଗାଳ ହରିଣ ମାରି ପାରିଥିବାରୁ ମୋର ଛାତି କୁଣ୍ଢେ ମୋଟ। ମନ ଭାରି ଖୁସି ଥାଏ। ହାକାଳିଆମାନଙ୍କୁ ମନେ ମନେ ବହୁତ ଧନ୍ୟବାଦ ଦେଲି। ସେମାନେ ତେରଛା ଭାବରେ ଜନ୍ତୁ କଢ଼ାଇ ଆଣିନଥିଲେ ମୁଁ ତ ହରିଣଟି ପାଇ ନଥାନ୍ତି! ବଡ଼ ବନ ଶିଙ୍ଗ ତା'ର ଥିଲା-ଏ ପର୍ଯ୍ୟନ୍ତ ମୁଁ ତାକୁ ସାଇତି ରଖିଛି। ଅନ୍ୟ ଶିକାରୀମାନେ ଜନ୍ତୁ ମାରିପାରିନଥିବାରୁ ପୁଣି ଆଉ ଗୋଟାଏ ହାକା କରିବାକୁ ମନସ୍ଥ କରି ଆମେ ମହାନଦୀ କୂଳର ଆଉ ଏକ ଜଙ୍ଗଲକୁ ଗଲୁ। ସେଠାରେ କିନ୍ତୁ ତଳେ ବସି ରହିବାକୁ ହେଲା। ସେ ଆଡ଼ିରେ ଗୋଟାଏ ମାତ୍ର ବାର୍ହା ବାହାରିଲା। ପ୍ରଧାନବାବୁ ମାରିଲେ। ସେତେବେଳକୁ ଦିନ ପ୍ରାୟ ଅଢ଼େଇଟା ହେଲାଣି। ଆଉ ଆଡ଼ି କରିବାକୁ ଗଲେ ବେଳ ପାଇବ ନାହିଁ। ଏଣୁ ଆମେ ହରିଣଟିଏ ଓ ବାର୍ହାଟିଏ ଧରି ଫେରିଲୁ ଅନୁଗୁଳ। ସେଦିନ ସାରା ଆଉ ଖିଆପିଆ ହେଲା ନାହିଁ। ବାଟରେ ପମ୍ପାସର ଠେଇଁ ପଚାରି ବୁଝିଲୁ ଯେ ସମ୍ୱରଟା ମରିଯାଇଥିଲା ହୁଡ଼ି ଆରପଟେ। ଗାଁ ବାଲାମାନେ ତାକୁ ନେଇଯାଇଛନ୍ତି। ଫରେଷ୍ଟ ଗାର୍ଡ଼ ମୁଣ୍ଡଟି ନେଇଯାଇଚି। ଆଉ ଖୋଳତାଡ଼ ନକରି ଆମେ ଫେରି ଆସିଲୁ ଅନୁଗୁଳ। ସେଠାରେ ଜନ୍ତୁମାନଙ୍କର ଚମଡ଼ା ଛଲା ଗଲା। ମାଉଁସ କିଛି ସେଠାରେ ବଣ୍ଟାବଣ୍ଟି କରି ଆମେ ଫେରିଲୁ କଟକ। ମୁଁ ମୋର 'ଟ୍ରଫି' ଟି କିନ୍ତୁ ଆଣିବାକୁ ଭୁଲି ନଥିଲି। ଶିକାରରେ ଯେ ଯେଉଁ ଜନ୍ତୁ ମାରେ 'ଟ୍ରଫି' ଟି ତା'ର ହୁଏ-ମାଂସ କିନ୍ତୁ ସମସ୍ତଙ୍କର-ଏପରିକି ଜନ୍ତୁ ଦିହରେ ଆଗ ଯାହାର ଗୁଳି ବାଜେ ଜନ୍ତୁଟି ତା'ର। ଜନ୍ତୁ ସେ ଗୁଳିରେ ନମରି ପଛରେ ଅନ୍ୟର ଗୁଳିରେ ମଲେ ମଧ୍ୟ ଯେ ପ୍ରଥମ ରକ୍ତ ବାହାର କରିଥିବ ଜନ୍ତୁଟି ତା'ର ବୋଲି ଶିକାରୀ ମହଲରେ ବିଚାର ଥାଏ। ସେଇ ନିୟମ ଅନୁସାରେ ଶିଙ୍ଗ ଓ ଚମଡ଼ା ମୋର ବୋଲି ମୁଁ ଦାବି କଲି ଓ ଆଣିଲି। ବଙ୍ଗାଳିବାବୁମାନେ ଶିଙ୍ଗ ନେବାକୁ ଇଚ୍ଛା କରିଥିଲେ-କିନ୍ତୁ ମୁଁ କିପରି ଦେଇଥାନ୍ତି-ମୋର ଯେ ଏଇଟା ପ୍ରଥମ ଶିକାର ଟ୍ରଫି! କଟକରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ଦଶଟା। ବେଶ୍ ଦୁଇଦିନ ଶିକାର ମାଂସ ଖିଆହେଲା। ପିଠିର ମାଂସ ରୋଷ୍ଟ କରିଜାଣିଲେ ଖୁବ୍ ସୁଆଦ ଲାଗେ। ଯେ ଥରେ ଖାଉଥିବ ଆଉ ଥରେ ଖଇବା ପାଇଁ ମନ ଟାକୁ ଟାକୁ ହେଉଥିବ। ସେଥିପାଇଁ ପରା କହନ୍ତି ଶିକାର ଗୋଟାଏ ନିଶା-କେବଳ ଏଇ ମାଉଁସ ପାଇଁ ବୋଧହୁଏ। କଳାହାଣ୍ଡିର କଲରାପତରିଆ ବହୁତ ଦିନ ତଳର କଥା। ମୁଁ ସେତେବେଳେ ମେଡ଼ିକେଲ କଲେଜରୁ ଗ୍ରାଜୁଏଟ୍ ହୋଇ ହାଉସସର୍ଜନ-ଗିରି କରୁଥାଏ ସେଇ କଟକ ମେଡ଼ିକେଲ କଲେଜରେ। ଫେବୃଆରି ମାସ ଶେଷ ହେବ କି ମାର୍ଚ୍ଚ ମାସ ଆରମ୍ଭ ହେବ ଠିକ୍ ମନେ ପଡ଼ୁନାହିଁ-ସନ ମସିହାର କଥା। ମୋର ବଡ଼ ଭାଇ ସେତେବେଳେ ପୁଲିସ ବେତାର ବିଭାଗର ବଡ଼ ସାହେବ। ତାଙ୍କର ତ ଓଡ଼ିଶା ସାରା ଗସ୍ତ କରିବାକୁ ଥାଏ। ସେତେବେଳେ ଚାରିଆଡ଼େ ବହୁତ ଜଙ୍ଗଲ ଥିଲା। ଯେଉଁଆଡ଼କୁ ଗଲେ ସେ ଶିକାର କରୁଥିଲେ ଓ ଜନ୍ତୁ ମାରୁଥିଲେ। ସେଥିପାଇଁ କେପ୍ଟେନ ମହାନ୍ତିଙ୍କୁ ଜଣେ ବଡ଼ ଶିକାରୀ ବୋଲି ସମସ୍ତେ ଜାଣିଥାନ୍ତି। ତାଙ୍କର ଶିକାର ଅଭିଜ୍ଞତା ତାଙ୍କର 'ବାଣୁଆ' ବହିରୁ ଜାଣିପାରିବେ। ଦିନେ ପୁଲିସ ଆଇ. ଜି ସାହେବ ତାଙ୍କୁ ଡାକି କହିଲେ କଳାହାଣ୍ଡି ଯିବାକୁ। କଳାହାଣ୍ଡିରେ ସେତେବେଳେ ମଣିଷଖିଆ ବାଘ ମାତିଥାନ୍ତି। ସେ ସବୁଙ୍କୁ ମାରିବାକୁ ହେବ।